ସାହେବ ଯେଉଁଠି 'ପ୍ରେମ' କହୁଛନ୍ତି, ତୁମେ ସେଠାରେ 'ସ୍ନେହ' କହିଲେ ଚଳିବ କାହୁଁ? ଯେଉଁଠି 'ଦୂରତା' ହେବ-ସେଠାରେ ତୁମେ କହିବ 'ଦୂରତ୍ୱ'? ସକାଳେ ତର୍ଜମା କାମ ଆରମ୍ଭ ହେବା ପୂର୍ବରୁ ସାହେବ ଉଠି ନିତ୍ୟକର୍ମ ପରେ ଟିକିଏ ଚାହା ପାଣି କରିଦେଇ କେବେ କେବେ ବରଣ୍ତାରେ ସ୍ନେହର କୁକୁର ସଙ୍ଗେ ଖେଳି ଖେଳି ବୁଲୁଥାନ୍ତି କେବେ ବା ଖବରକାଗଜ ଘେନି ବୈଠକଖାନାରେ ପଢ଼ି ବସନ୍ତି। ଦିନେ ଦିନେ ମଧ୍ୟ ବଡ଼ ସକାଳୁ ଉଠି ହାଉଆ ଖାଇବାକୁ ବାହାରିଯାନ୍ତି। ପୂର୍ବପାଖର ଦୁଇ ବଖରା ମଧ୍ୟରୁ ସାନଟିରେ ପୋଷାକ ଆଦି ଥାଏ, ବଡ଼ଟି ମେମ୍ସାହେବଙ୍କର କାରବାରି ଘର। ଗୋଟି ଗୋଟି ହୋଇ ସକାଳୁ ସନ୍ଧ୍ୟାଯାଏ ଏଠାକୁ ବହୁତ ଲୋକ ଆସୁଥାନ୍ତି। ଅଧିକାଂଶ ଗରୀବ-ଖ୍ରୀଷ୍ଟାନ ହେବେ ପରା! କେହି ପିଲା ଆସି କିଛି ପଇସା ମାଗି ନିଏ କେହି ପିଲା କାଖେଇ ଆସି ଶିଶିରେ ଟିକିଏ ଔଷଧ ନେଇଯାଏ। କାହାର ପିଲା କାନ୍ଦିଲେ ସାକ୍ଷାତ୍ ଦୟାର ଅବତାର ମେମ ସାହେବଙ୍କଠୁଁ ଗୋଟିଏ ଦିଓଟି ପାଚିଲା କଦଳୀ କେବେ ପିଜୁଳି ବା ଆତ ନେଇ ପିଲାଙ୍କୁ ବୁଝାନ୍ତି। କେହି ବା ଦୁଃଖୀ ଆସି ଆପଣାର ଦୁଃଖ ହାଲ କହି ଉପଯୁକ୍ତ ଉପଦେଶ ପରାମର୍ଶ ପାଇ ଚାଲିଯାଏ। କେତୋଟି ବାଳିକା ଖାତାପତ୍ର ଘେନି ଆସି ନମସ୍କାର କରି ତାଙ୍କ ପାଖରେ ପଢ଼ି ବସନ୍ତି। ପଛେ ପଛେ ଗୋଟାଏ ଜ୍ୟୋତିର୍ମୟ ବସ୍ତୁ ଦେଖି ସେ ସର୍ବାଙ୍ଗରେ ଯେଉଁ ପୁଲକ ଅନୁଭବ କରେ, ତାହା ଋଷିପ୍ରାଣରେ ଅନୁଭବ ହୋଇଥିବ କି ନାହିଁ ସନ୍ଦେହ। ଦାସୀଟିଏ ଆସି ଧୀର ଶଙ୍କିତଭାବରେ ସେହି କଳମ୍ବ-ମଣ୍ତଳ ପାଖକୁ ଆସି ପକ୍ୱଶାଳି ପ୍ରାୟ ଆନତ ଉତ୍ତମାଙ୍ଗରେ ଉଭା ହେଲା। ଥରେ ଯୁବକ ମୁହଁକୁ ଦୃଷ୍ଟି, ଥରେ କଳମ୍ବ ଡଙ୍କ ପତ୍ରରେ ମୁଷ୍ଟି ପକାଇ ସ୍ୱକାର୍ଯ୍ୟ ସାଧନ କରି ଚାଲିଗଲା। ସଂସାରରେ କେତେଜଣ ଏହିପରି ବ୍ରହ୍ମପଦରେ ଦୃଷ୍ଟି ଏବଂ ସଂସାରକର୍ମରେ ହସ୍ତ ଦେଇ ନୀରବରେ ସେବକଭାବରେ କାର୍ଯ୍ୟ ସାଧନ କରି ଯାନ୍ତି! ଘର ପଛଆଡ଼େ ଦେଖାଗଲା, କେତେଟା ଯୁବତୀ କୁକୁଡ଼ା ସାନ ସାନ ଭାଇ ଭଉଣୀଙ୍କି ଘଉଡ଼ାଇ କକ୍କକ୍ ରଡ଼ି ଛାଡ଼ି ଦଉଡ଼ିଛନ୍ତି। ପାର୍ଶ୍ୱଦେଶରେ ଦେଖାଗଲା, ଗୃହିଣୀ ଫାଲଟା ଉପରେ ଆପଣା ଲୁଗାରେ କମର କଷିଦେଇ ବୀରାଙ୍ଗନାର ବେଶ ଧାରଣ କରିଅଛନ୍ତି ଏବଂ ଗୋଟାଏ ଅଣ୍ତଶାଳିନୀ କୁକୁଡ଼ାକୁ ମାଡ଼ି ବସି ଡିମ୍ବ ନିଷ୍କାଶନରେ ତତ୍ପରା ଅଛନ୍ତି। ଏକଆଡ଼େ ବିଚେଷ୍ଟମାନା କୁକ୍କୁଟୀର ପଦନଖପ୍ରହାର ସହ ଆର୍ତ୍ତନାଦ ଅପରପାର୍ଶ୍ୱରେ ଗୃହିଣୀ-ଆନନ୍ଦବର୍ଦ୍ଧନ ଶୁଭ୍ର ସୁଢଳ ଡିମ୍ବାବଳୀର ପତନ। ଘର ସମ୍ମୁଖରେ ଗୋଟିଏ ବାଉଁଶର ଧାରଣା ତାହା ଉପରେ କେତେଟା କୁରୁତା-କାମିଜ-ଜ୍ୟାକେଟ-ଶେମିଜ୍-ଗେଞ୍ଜି-ପାଇଜାମା ଇତ୍ୟାଦି ନୂଆ ପୁରୁଣା ପୋଷାକ ଖରା ଦିଆ ହୋଇଅଛି। ସୂର୍ଯ୍ୟଦେବଙ୍କ ଶୋଷଣୀ ଶକ୍ତି ସେଥିରୁ ପୂତିମଳ ଶୋଷଣ କରି ନେଉଅଛି। ସୂର୍ଯ୍ୟ ନ ଥିଲେ ଏ ସମସ୍ତର ଅବସ୍ଥା କଣ ହୁଅନ୍ତା! ସଂସାରଟା ଯାକ ତ ଦୂଷିତ ମଳ-ଜଳ-ପଙ୍କ-କଳଙ୍କ ଲେପି ହୋଇ ରହିଅଛି। ସେ ସମସ୍ତ ଧ୍ୱଂସ-ଭସ୍ମ କରିଦେବାପାଇଁ ଏକ ମହାଅଗ୍ନିକୁଣ୍ଡ ବିଶ୍ୱହିତ ଅର୍ଥେ ଶୂନ୍ୟରେ ଜଳୁଅଛି। ତାହା ଆଗରେ ଯାହା ପଡିବ, ତାହା ଶୁଦ୍ଧ ହୋଇଯିବ। ଅତଏବ ହେ ପାପୀ-ତାପୀ-ପଙ୍କୀ-କଳଙ୍କୀ, ତୁମ୍ଭେମାନେ ସମସ୍ତେ ସେହି ଜ୍ୟୋତିର୍ମୟଙ୍କ ଆଡ଼କୁ ଅଗ୍ରସର ହୁଅ ଯଦି ଶୁଦ୍ଧ ପୂତ ହେବ। ଓହୋ! ଏ ଉଦ୍ଧତ ମନଟା କାହିଁରୁ କେଣିକି ଝାଙ୍କି ନେଉଛି। ପାଠକେ, ପ୍ରସଙ୍ଗବ୍ୟତିକ୍ରମ ଦୋଷଟା କ୍ଷମା କରୁଥିବେ। ସେହି ବସ୍ତ୍ରାବଳୀର ଅନ୍ତରାଳରେ ସମ୍ମୁଖ ଗବାକ୍ଷ ସ୍ଥଳରେ ଗୋଟିଏ ଚିତ୍ରାର୍ପିତ ପ୍ରତିମା ଦେଖାଗଲା। ପ୍ରକୋଷ୍ଠଟି ନିର୍ଜନ, ବୋଧହୁଏ ବାଳିକା ଉପରେ ଉକ୍ତ ପୋଷାକଗୁଡ଼ିକରେ ଆଖି ରଖିବା ଭାର ଅଛି। ପୋଷାକ ଉପରେ ବାଳିକାର ସ୍ଥିର ନୟନ ଦିଓଟି ପଡ଼ିଅଛି ସତ, ମାତ୍ର ମନ ଥିଲା ପରି ବୋଧ ହେଉ ନାହିଁ। ତେଣୁ ସେ ଆଖି ଆଗରେ ପଡ଼ୁଥିବା ଲୋକଙ୍କୁ ଦେଖି ସୁଦ୍ଧା ଦେଖୁ ନାହିଁ ପାଖରେ କିଏ କଣ କହିଯାଉଛି, ଶୁଣି ସୁଦ୍ଧା ଶୁଣି ପାରୁ ନାହିଁ। ମନର ଯୋଗ ନଥିଲେ କୌଣସି ଇନ୍ଦ୍ରିୟ କାର୍ଯ୍ୟ କରି ପାରେ କି? କ୍ଷଣକୁକ୍ଷଣ ଦୀର୍ଘନିଶ୍ୱାସ ପକାଇ ବାଳିକା କେତେବେଳେ କରତଳନ୍ୟସ୍ତକପୋଳା, କେତେବେଳେ ଅଧଃକୃତନୟନଯୁଗଳା, କ୍ଷଣେ ଭାବନାସ୍ତିମିତନୟନା, କ୍ଷଣେ ପୁସ୍ତକୋଦ୍ଘାଟନପରାୟଣା, କ୍ଷଣେ ଧୀରା, କ୍ଷଣେ ଗମ୍ଭୀରା। କାହିଁକି ଏପରି ବାହ୍ୟଜ୍ଞାନଶୂନ୍ୟା? ପାଠକେ! ପୂର୍ବେ ଏହାକୁ କେବେ ଦେଖିଅଛନ୍ତି କି? ମେମ୍ସାହେବଙ୍କ ପାଖରେ ଯେଉଁ କେତୋଟି ବାଳିକାଙ୍କୁ ସେଦିନ ଦେଖିଥିଲେ, ସେଥି ମଧ୍ୟରୁ ଏ ଜଣେ ହେବ! ସରଳା ବାଳିକାର କୋମଳ ମନର ଘନ ଘନ ଏ କି ପରିବର୍ତ୍ତନ! ଏହାର ହୃଦକେଦାରରେ ଅମୋଘ ପ୍ରେମବୀଜ ରୋପିତ ହୋଇଅଛି କି?